ଆମ ଅଜାଣତରେ ଆମେ ଟାଣି ହୋଇଯାଇଛୁ ପ୍ରଚଣ୍ଡ ଗତିରେ କାହିଁ କେଉଁ ରାଜ୍ୟକୁ। କେତେବେଳେ ଧକ୍କା ଲାଗିଯିବ କିଏ କହିବ? ହାଡ଼ଗୋଡ଼ ଭାଙ୍ଗି ଟୁକୁରା ଟୁକୁରା ହୋଇଯିବ। ଆମ ମଣିଷପଣିଆ ଲୋପ ପାଇଯିବ। ସବୁ ଚାଲାଖି ଚୁଲିରେ ପଶିବ। ସାଧ୍ୟମତେ ରକ୍ଷାପାଇବାକୁ ହେବ ଏ ଦାରୁଣ ଦୃଶ୍ୟରୁ। ନ୍ୟସ୍ତ ସ୍ୱାର୍ଥରେ ଅନ୍ଧ ହୋଇ ଏକଲା ଚାଲିଯିବାକୁ ହବନାଇଁ। ମୋଡ଼ ଘୂରେଇବାକୁ ପଡ଼ିବ ଯେକୌଣସିମତେ। ଘୂର୍ଣ୍ଣନହିଁ ଜୀବନ। ଗତିହିଁ ସ୍ଥିତି। ଏତିକିମାତ୍ର ସତ୍ୟକୁ ବୁଝିବାକୁ ପଡ଼ିବ ଅତି କମରେ। ଜିଦ୍-ଖୋର ରାଜାପରି ନ ବୁଝି ଆଗେଇ ଗଲେ ନିମିଷକେ ସବୁ ଧ୍ୱଂସ ହୋଇଯିବ। ମଣିଷର ସ୍ୱପ୍ନ, ତା'ର ପରିକଳ୍ପନା, ଚିନ୍ତା ଅନୁଚିନ୍ତା ସବୁକିଛି ଲୋପ ପାଇଯିବ। ଅଭିଜ୍ଞତା କ'ଣ ବା' ନ ଶିଖେଇଚି ଲୋକଟିକୁ? ପୋଖତ୍ ଅଭିନେତା ପରି କେତେ ମନୋଡ୍ରାମାର ଚିତ୍ତାକର୍ଷକ 'ଡାଇଲଗ୍' ସେ ରାତାରାତି ଝାଡ଼ିଛି। ରକ୍ତ ନଦୀରେ ସନ୍ତରଣ କରି ମନ ବଗିଚାରେ ମୁକ୍ତା-ଫୁଲ ଫୁଟେଇଚି। ଓଠରେ ପଦ୍ମର ପରାଗ ବୋଳି ବେଶ୍ ନିର୍ଲିପ୍ତ ଚାହାଣିରେ ଦେଖିଚି, ବୈଚିତ୍ର୍ୟମୟ ଭୂଖଣ୍ଡର ପ୍ରତ୍ୟେକଟି ଅଣୁ ପରମାଣୁକୁ-। ସେଇ ଅବର୍ଜିଆ ଲୋକଟିର ଏଡ଼େ ବକଟେ ମୁଣ୍ଡ ଭିତରୁ କେତେ ଅର୍ଥନୀତିର ଫର୍ମୁଲା, ରାଜନୀତିକ ବିସ୍ଫୋରଣ, ଦାର୍ଶନିକ ନିବନ୍ଧ, ବୈଜ୍ଞାନିକ ଓ ମନସ୍ତାତ୍ତ୍ୱିକ ସମସ୍ୟାମୂଳକ ପ୍ରଶ୍ନଗୁଡ଼ିଏ ପ୍ରଚଣ୍ଡ ବେଗରେ ବାହାରି ଆସି ନିଜ ନିଜର ସମାଧାନର ମାର୍ଗ ଖୋଜି ବସିଛନ୍ତି। ଜ୍ଞାନର ସର୍ବୋଚ୍ଚ ବିନ୍ଦୁରେ ଅବସ୍ଥାନ କରି ଯାବତୀୟ ଘଟଣା ପ୍ରବାହକୁ ନିୟନ୍ତ୍ରିତ କରୁଥିବା ସେଇ ଅଲୌକିକ ଲୋକଟି ଭୟ ନାମକ ଶବ୍ଦଟିର ବିଶଦ ବ୍ୟାଖ୍ୟା ଓ ତହିଁର ସତ୍ୟାସତ୍ୟ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ଚିତ୍ର ଅତି ସହଜରେ ଦେଇ ପାରିଚି। ଏତେ ବଡ଼ ଦୁଃସାହସିକ କାର୍ଯ୍ୟର ଦାୟିତ୍ୱ ହାତକୁ ନେଲାବେଳେ ସେ ଯେ ଯନ୍ତ୍ରଣାର ଶରବ୍ୟ ନ ହୋଇଚି, ଏପରି ନୁହେଁ। ଅନ୍ଧାର ଘରେ କଳା ବିଲେଇର ଭୁସ୍ଭାସ୍ ଶବ୍ଦ। ଗାଁ ଶେଷମୁଣ୍ଡ ମଶାଣି ପଦାର ଚିରିଗୁଣି ଆଲୁଅ, ସ୍ତ୍ରୀ ପାଖେ ପରମାନନ୍ଦରେ ନିଘୋଡ଼ ନିଦରେ ଗୋଡ଼ହାତ ଛନ୍ଦି ଶୋଇଲାବେଳେ ଏକ କିଟିମିଟିଆ ସ୍ୱପ୍ନରେ ବିଚଳିତ ହୋଇ ଧଡ୍କିନା ଉଠିପଡ଼ି ଫଁ ଫଁ ନିଃଶ୍ୱାସ ଛାଡ଼ିବା, କ୍ଲାସରେ ଅଙ୍କ ମାଷ୍ଟ୍ରଙ୍କ ଦୁର୍ବାଶା ପରି ନାଲି ଆଖିକୁ ସହଜରେ ଦେଖି ନ ପାରିବାର ଚରମ ଦୈନ୍ୟ ଓ ସର୍ବୋପରି ରାଧାମୋହନ ମନ୍ଦିର ବେଢ଼ାରେ ଦୁଇ ଆଣ୍ଠୁ ପାତି ନିଜ ଅର୍ଜିତ ପାପର ଚିଠା ଶ୍ରୀଚରଣରେ ଭେଟି ଦେଲାବେଳେ ଆକସ୍ମିକ ଭାବେ ଚୁଆ, ଚନ୍ଦନ, ଅଗୁରୁ ଓ ତୁଳସୀପତ୍ରର ପାରମାର୍ଥିକ ଗନ୍ଧର ଆଘ୍ରାଣରେ ହଠାତ୍ ସଚେତନ ହୋଇ ପଡ଼ିବା ଓ କୌଣସି କାରଣ ନ ଥାଇ ବି ସାମୁଦ୍ରିକ ଶାସ୍ତ୍ର ବିଶାରଦ ପରି ନିର୍ଜନ କକ୍ଷରେ ଶୋଇ ବାରମ୍ୱାର ହାତରେଖା ଗଣନା କରିବା ବା ଶେଥା ମୁହଁକୁ ପାରଦ ଛଡ଼ା ଦର୍ପଣରେ ଦେଖିବାର ବୈକଲ୍ୟ, ଏକ ଏକ ମାନସିକ ବିକାର। ଜୀବନକାଳ ଭିତରେ ଦିନେ ନା ଦିନେ ଖଣ୍ତିଅଭୂତଟିଏ ପରି ଆଗକୁ ଆଗକୁ ମାଡ଼ି ଆସୁଥିବା ସେଇ ଭୟଙ୍କର ଜୀବଟିର ମୁହାଁମୁହିଁ ହୋଇଯିବା ଯେ ନିହାତି ଏକ ମାମୁଲି କଥା, ଲୋକଟି ବେଶ୍ ଭଲ କରି ବୁଝିଯାଇଚି। କ୍ରମଶଃ ଅଭିଜ୍ଞତା ଏକ ପ୍ରକାଣ୍ଡକାୟ ଦାନବପରି ଲୋକଟିକୁ ପିଟି ପିଟି ଛାଞ୍ଚରେ ପକାଇ। ସାବାଡ଼ କରିଦେଇଚି। ଗତିଶୀଳ ସ୍କାଇଲାବ ପରି ଲୋକଟି ଏକ ବେଗବାନ୍ ଯନ୍ତ୍ରଚାଳିତ ଅଶ୍ୱପୃଷ୍ଠରେ ବସି ବିଶ୍ୱପରିକ୍ରମା କରିବାକୁ ବାହାରି ପଡ଼ିଲାବେଳେ ନିଜ ଖୋଲା ଅବୟବ ଉପରେ ଏକ ମସ୍ତବଡ଼ ଇଲେକ୍ଟ୍ରୋନିକସ୍ ପର୍ଦ୍ଦା ଢାଙ୍କି ଅତି ସହଜରେ ମହାଶୂନ୍ୟରେ ସନ୍ତରଣ